ମେରିନା ଯେ ନିଶ୍ଚୟ ତାଙ୍କ ବାପା-ମା'ଙ୍କୁ ଲୁଚାଇ ଏଥିରେ ସମ୍ମତି ଦେଇଛି, ଏଥିରେ ତାଙ୍କର ଆଉ। ସନ୍ଦେହ ରହିଲା ନାହିଁ। ତାର ବାପା କିମ୍ୱା ମା' ଏକଥା ଜାଣିଥିଲେ ହୁଏତ ତାକୁ ଏଭଳି ଏକ ବିପଦ ସଂକୁଳ ଅଭିଯାନରେ ଯିବାକୁ ଅନୁମତି ଦେଇ ନଥାନ୍ତେ। ମେରିନାକୁ କିଭଳି ଏହି ଅଭିଯାନରୁ ନିବର୍ତ୍ତାଇବେ, ସେଇ ତାଙ୍କର ଚିନ୍ତା। ଏ ବିଷୟରେ ଚିନ୍ତା କରୁ କରୁ ହଠାତ୍ ଗୋଟାଏ ବୁଦ୍ଧି ତାଙ୍କ ମୁଣ୍ଡରେ ଖେଳିଗଲା। ମେରିନାକୁ ଅଟକାଇବାର ଏକମାତ୍ର ଉପାୟ ହେଉଛି ତାଙ୍କ ପିତାମାତାଙ୍କୁ ଏହି ଅଭିଯାନର ବିପଦ-ଆପଦ କଥା ଜଣାଇଦେବା ଓ ମେରିନାକୁ ଘରୁ ନ ଛାଡ଼ିବା ପାଇଁ ପ୍ରବର୍ତ୍ତାଇବା। ତାଙ୍କ ବାପା ମା' ଏକଥା ଜାଣିପାରିଲେ ତାକୁ କଦାପି ଘରୁ ଛାଡ଼ିବେନି। ମେରିନା ନ ଆସିଲେ ତା ବଦଳରେ ଆଉ କାହାକୁ ନିଆଯାଇ ପାରିବ। ଏହିଭଳି ଭାବୁ ଭାବୁ ସେ ସଙ୍ଗେ ସଙ୍ଗେ ମେରିନାର ବାପାଙ୍କଠାକୁ ତାର କରିବା ପାଇଁ ଖଣ୍ଡିଏ ଟେଲିଗ୍ରାମ୍ ଫର୍ମ ବାହାରକରି ଲେଖିବାକୁ ଆରମ୍ଭ କଲେ। ଲେଖିସାରି ତାର ଅଫିସକୁ ପଠାଇଦେବାକୁ ଯାଉଛନ୍ତି, ହଠାତ୍ ଜଣେ ସହକାରୀ ଗୋଟିଏ ଟେଲିଗ୍ରାମ୍ ଆଣି ତାଙ୍କ ଟେବୁଲ ଉପରେ ଥୋଇଦେଇ ଗଲା। ଆଲେସ୍କି ଟେଲିଗ୍ରାମ୍କୁ ଖୋଲିଦେଇ ଯାହା ଦେଖିଲେ ସେଥିରେ ତାଙ୍କୁ ଚାରିଆଡ଼ ଅନ୍ଧକାର ଦିଶିଲା। ମେରିନା ତାର କରିଛି ଯେ, ସେ ପ୍ରାନ୍ତୀୟ ରାଜଧାନୀରେ ପହଞ୍ଚି ସେଠାରୁ ମଟରଯୋଗେ ଆଲେକ୍ଜାଣ୍ଡାର ଶୃଙ୍ଗ ଅଭିମୁଖେ ଆସୁଛି-। ଟେଲିଗ୍ରାମ୍ଟିକୁ ପଢ଼ି ଆଲେସ୍କିଙ୍କ ମୁଣ୍ଡ କ'ଣ ହୋଇଗଲା। ଅଜାଣତରେ ତାଙ୍କ ମୁହଁରୁ ବାହାରିପଡ଼ିଲା ''ଓଃ, ତା' ହେଲେ ମେରିନାକୁ ଆଉ ବନ୍ଦ କରି ହେବନି। '' ''ତୁମେ ଯେ କାହିଁକି ଏତେ ଜିଦ୍ଧରୁଛ, ମୁଁ ବୁଝିପାରୁନି ମେରିନା! ମହାଶୂନ୍ୟରେ ଯେଉଁ ବିପଦ, କେତେବେଳେ କ'ଣ ହେବ କହି ହେବନି। କୌଣସି କାରଣବଣତଃ ଯଦି କୃତ୍ରିମ ଉପଗ୍ରହ ମହାଶୂନ୍ୟରେ କାହା ସହିତ ଧକ୍କା ଖାଏ କିମ୍ୱା ବାହାର ଓ ଭିତର ଚାପର ତାରତମ୍ୟ ହେତୁ ଉପଗ୍ରହଟି ଯଦି ଫାଟିଯାଏ, ତେବେ ତୁମର ଅବସ୍ଥା କଅଣ ହେବ ଭାବିପାରୁଛ ତ? ତୁମକୁ ମୋର ଶେଷ ଅନୁରୋଧ ମେରିନା, ତୁମେ କ୍ଷାନ୍ତ ହୁଅ ଏହି ଅଭିଯାନରୁ। ଏପର୍ଯ୍ୟନ୍ତ ଯଥେଷ୍ଟ ସମୟ ଅଛି। ତୁମେ ରାଜି ହୁଅ, ତେବେ ମୁଁ ଡିରେକ୍ଟରଙ୍କୁ କହି ତୁମର ନିଯୁକ୍ତିପତ୍ର ରଦ୍ଦ କରାଇ ପାରିବି। କୁହ, କୁହ, ମେରିନା! ତୁମେ ରାଜି ହେବ ମୋ ଅନୁରୋଧରେ? '' ଆଲେସ୍କିଙ୍କ ବାସଭବନର ବୈଠକଖାନାରେ ମେରିନା ବସିଥାଏ ଆଲେସ୍କିଙ୍କ ସମ୍ମୁଖସ୍ଥ ସୋଫାରେ। ଲାଢ଼ାକିସ୍ଥାନର ନିର୍ମ୍ମଳ ଆକାଶରେ ଶୁକ୍ଳ ଚତୁର୍ଦ୍ଦଶୀ ଚନ୍ଦ୍ରଙ୍କର ରୁପେଲି କିରଣ ଝରିପଡ଼ୁଥାଏ ବୈଠକଖାନାର ବାତାୟନ ଦେଇ। ଆଲେସ୍କିଙ୍କ ଅନୁରୋଧରେ ମେରିନା ହସିଉଠିଲା–''ତୁମେ ମୋତେ ପିଲାଙ୍କଭଳି ଭୁଲାଇବାକୁ ଚେଷ୍ଟା କରନି ଆଲେସ୍କି! ତୁମେ ଯେଉଁସବୁ କହୁଛ ସେଥିପାଇଁ ମୋର ଟିକିଏ ବି ଭୟ ନାହିଁ। ସେଭଳି ବିପଦ ପଡ଼ିଲେ, ସମସ୍ତଙ୍କର ଯେଉଁ ଦଶା ହେବ, ମୋର ତାହାହିଁ ହେବ ସେଥିପାଇଁ ମୁଁ ପଛାଇବି କାହିଁକି? '' ଟିକିଏ ଗମ୍ଭୀର ହୋଇଯାଇ ମେରିନା ପୁଣି ଆରମ୍ଭ କଲା, ''ମୋର ଏକାନ୍ତ ଅନୁରୋଧ ଆଲେସ୍କି, ମୋତେ ଏହି ବିରାଟ ଅନୁଭୂତିଲାଭରୁ ବଞ୍ଚିତ କରିବାକୁ ଚେଷ୍ଟା କରିନି। ମହାଶୂନ୍ୟ ମଧ୍ୟରେ ତୁମ ସହିତ ରହିବାପାଇଁ ମୋର ରହିବାପାଇଁ ମୋର ଯେଉଁ ପ୍ରବଳ ଆଶା, ତା'କୁ ପ୍ରତ୍ୟାଖ୍ୟାନ କରନି ଆଲେସ୍କି-! ମୋତେ ତୁମ ଯିବାକୁ ଅନୁମତି ଦିଅ। '' ''ତୁମ ବାପା ମା'ଙ୍କୁ ତୁମେ ଏ କଥା ଜଣାଇଛ ମେରିନା? '' ''ଜଣାଇଛି, କେବଳ ବାପାଙ୍କୁ, ମା'କୁ